ମୁଁ ଯେତେବେଳେ ନୃତ୍ୟଶିକ୍ଷା ଆରମ୍ଭ କଲି ମାଆ ବାଧା ଦେଇ କହିଲା-ଆମପରି ଗରିବ ଘରେ ଏ ଗୁଣ ଶୋଭା ପାଏନା ଝିଅ, ବଡ଼ ଲୋକଙ୍କ ପାଇଁ ଯେଉଁଟା କଳା ଗରିବଙ୍କ ପାଇଁ ସେଇଟା କଳଙ୍କ ହୋଇଯାଏ। ମାଆ କଥାରେ କାନ ନ ଦେଇ ମୁଁ ନାଚ ଶିଖିଥିଲି। କିନ୍ତୁ ସେ ନାଚ ମୋ' ପାଇଁ କଳଙ୍କ ନ ଥିଲା ମି: ମହାନ୍ତି। ଏ ରୂପ, ଏ ଯୌବନ ହିଁ ମୋତେ କଳଙ୍କିତ କରିଦେଲା। ପୁଅମାନେ ମନ, ହୃଦୟ ଅପେକ୍ଷା ଝିଅଙ୍କ ଦେହକୁ ବେଶୀ ଖୋଜନ୍ତି ଆଉ ସେ ଦେହକୁ ଥରେ ପାଇଗଲେ-ଉପଭୋଗ କରିଦେଲେ ସେ ଝିଅର ଆଉ କୌଣସି ମୂଲ୍ୟ ନଥାଏ ତାଙ୍କ ପାଖରେ-ଏ କଥା ମୁଁ ଜାଣି ନଥିଲି। ମଣିଷ ଭିତରେ ଏଭଳି ପଶୁ ବି ଥାଇ ପାରନ୍ତି ଏ କଥା ବୁଝିବାର, ଜାଣିବାର ବୁଦ୍ଧି ବୟସ ହୁଏତ ମୋର ସେତେବେଳେ ହୋଇନଥିଲା। 'ଆପଣଙ୍କୁ ତା'ହେଲେ କିଏ ପ୍ରତାରିତ କରିଛି ' 'ଖାଲି ପ୍ରତାରିତ କରିନି ମି: ମହାନ୍ତି ମୋତେ ଏମିତି ଏକ କୁପଥରେ ଠେଲି ଦେଇଯାଇଛି। ସେଦିନ ମୁଁ ଯଦି ମାରିଯାଇ ପାରିଥାନ୍ତି ତା'ହେଲେ ଅନ୍ତତଃ ଏ ଆତ୍ମାଟି ଶାନ୍ତି ପାଇଥାନ୍ତା। ମୁଁ ଯେ ମରିବାକୁ ଚେଷ୍ଟା କରିନଥିଲି ତା'ବି ନୁହେଁ। ମରିବାକୁ ଚେଷ୍ଟା କରିଥିଲେ ମାନେ ଆତ୍ମହତ୍ୟା କରିବାକୁ ଯାଉଥିଲେ? " 'ହଁ ନଈକୁ ଡେଇଁ ପଡ଼ିଥିଲି ଆତ୍ମହତ୍ୟା କରିବାକୁ କିନ୍ତୁ ଦେଖିଲି ମୁଁ ମରିନି ଏବଂ ତାହା ହିଁ ହେଲା ମୋର କାଳ। ' 'ବଞ୍ଚି ରହିବା ପାଇଁ ମଣିଷର କେତେ ଚେଷ୍ଟା ଅଥଚ ଆପଣ କହୁଛନ୍ତି ବଞ୍ଚିବାଟା ହେଲା କାଳ। ' ଦେଖିଲି ମୋତେ ଜଣେ ମହିଳା ଅଚେତ୍ ଅବସ୍ଥାରେ ପାଣିରୁ ଛାଣିଆଣି ତାଙ୍କ ଘରେ ରଖିଛନ୍ତି। ଚେତା ଫେରିବା ପରେ ମୁଁ ଶୁଣିଥିଲି ସେ ଘରେ ଘୁଙ୍ଗୁରର ଶବ୍ଦ। ପ୍ରାଣ ପୁଲକି ଉଠିଥିଲା ସେ ଶବ୍ଦରେ। କିନ୍ତୁ ସେ ଶବ୍ଦରେ ନ ଥିଲା ଛନ୍ଦ, ନଥିଲା ତାଳ, ଲୟ କି ମାନ। ଧୀରେ ଧୀରେ ଉଠି ବସିଲି। କବାଟ ଫାଙ୍କରେ ଚାହିଁ ଦେଖିଲି ମୋ' ବୟସର ଝିଅମାନେ ନାଚୁଛନ୍ତି। କିନ୍ତୁ ତାହା କୌଣସି। ଡାନ୍ସ ସ୍କୁଲର ନାଚ ନ ଥିଲା। ସତେ ଯେପରି ପତିତା ହେବାପାଇଁ ପ୍ରାଣାନ୍ତକ ପ୍ରଚେଷ୍ଟା ସେ ନୃତ୍ୟାଭ୍ୟାସରେ। ସେ ପରିବେଶରୁ ମୁଁ ମୁକ୍ତି ଚାହୁଁଥିଲି। ଯେତେବେଳେ ଗୋଡ଼ ପଦାକୁ କାଢ଼ିଲି ସେତିକିବେଳେ ସେ ମହିଳା ଜଣକ ଆସି ମୋତେ ପଚାରିଲା-କୁଆଡ଼େ ଯାଉଛୁ? ବିରକ୍ତ ହୋଇ କହିଲି-ମରିବାକୁ ଯାଉଛି। 'ତୁ ତ ମରି ସାରିଛୁ। " 'ଏଁ ' 'ହ, ତୁ ଯେଉଁ ମୃତ୍ୟୁ ଚାହିଁଥିଲୁ ସେ ମୃତ୍ୟୁ ତ ତୋର ହୋଇ ସାରିଛି ଏବେ ଯେଉଁ ପୂର୍ନଜନ୍ମ ପାଇଛୁ ସେଇ ଜନ୍ମକୁ ନେଇ ଆଗେଇ ଯିବୁନି କାହିଁକି? ତୋ ଜୀବନକୁ ଯେଉଁମାନେ ଜଳାଇଛନ୍ତି ତୁ ସେମାନଙ୍କ ଜୀବନକୁ ଜଳାଇ ପୋଡ଼ି ଦବୁନି କାହିଁକି? ଭାବି ଦେଖ୍-ଯଦି ଏ ସମାଜକୁ କିଛି ଶିକ୍ଷା ଦେଇପାରିବୁ। ' ଏମିତି ଏକ ଅଶୋଭନୀୟ ପରିବେଶରେ ମହିଳାଙ୍କର ଏ କଥାରେ ଯେମିତି ଏକ ନୂଆ ଚେତନା ଜାଗି ଉଠିଲା ମୋ' ମନରେ। ଭାବିଲେ-ସତରେ ମୁଁ ତ ମରି ସାରିଛି। ମରି ସାରିଛି ସୁଷମା ସାକ୍ସେନା। ଆଉ ସେ ସେ ହୋଇଛି ଆଜିର କାବ୍ରେ ଡାନ୍ସର ରୁବି। ଦେଖିଲି ରୁବିର କଣ୍ଠ ଥରି ଆସୁଥିଲା ସେତେବେଳକୁ। ଚକ୍ଷୁ ଲୋତକାପ୍ଲୁତ। ରୁବି ପରି ଏକ ନିରୀହା ଝିଅର ଏ କାହାଣୀ ଶୁଣି ମୋ' ମନ